ହେ ଅଗ୍ରଜ! ତୁମେ ତ ଜାଣ ଆମ୍ଭର ମାତାମହ ସୁମାଳୀଙ୍କ ଜ୍ୟେଷ୍ଠ ଭ୍ରାତା ମାଲ୍ୟବାନଙ୍କୁ। ସେ ଯେ କେବଳ ବୟୋବୃଦ୍ଧ ବ୍ୟକ୍ତି ତାହା ନୁହେଁ, ସେ ଜଣେ ବିଚାରବାନ ବ୍ୟକ୍ତି। ସେଥିପାଇଁ ଦାନବ ଜାତି ତାଙ୍କ କେବେ ହେଲେ ସନ୍ମାନ ଦେଖାଇବାରେ ତ୍ରୁଟି କରିନାହିଁ। ତାଙ୍କରି କନ୍ୟାର କନ୍ୟା ହେଉଛନ୍ତି ଅନଳା। ସେହି ଅନଳାଙ୍କର ପୁତ୍ରୀରୂପେ କୁମ୍ଭୀନସୀ ଜନ୍ମ ଗ୍ରହଣ କରିଥିଲି। କିନ୍ତୁ ସେହି ଅନଳା ଏବଂ ତାଙ୍କ ପତିଙ୍କ ସମସ୍ତ ବାରଣକୁ ପଦଦଳିତ କରି ମଧୁ ବଳ ପୂର୍ବକ ନେଇଗଲା ଭଉଣୀ କୁମ୍ଭସୀ କୁମ୍ଭୀନସୀକୁ। ସେତେବେଳେ ଅବଶ୍ୟ ମୁଁ ଲଙ୍କା ଗଳରେ ନଥିଲି। ଜଳ ମଧ୍ୟରେ ପ୍ରବେଶ କରି ରତଥିଲି ତପସ୍ୟାରେ। ନଥିଲା ମଧ୍ୟ ପୁତ୍ର ମେଘନାଦ। ସେ ତାର ଶକ୍ତି ବର୍ଦ୍ଧିତ କରିବାକୁ ବ୍ୟାକୄତ ଥିଲା ଗୁରୁ ଶୁକ୍ରଙ୍କ ସହ ଅଗ୍ନିଷ୍ଠୋମ, ଅଶ୍ୱମେଧ, ବହୁ ସୁବର୍ଣ୍ଣକ, ରାଜସୂଓ, ଗୋମେଧ ଏବଂ ବୈଷ୍ଣବ ଯଜ୍ଞ କର୍ମରେ। ତା'ପରେ ସେ ହୁଏତ ମଧୁକୁ ଉପଯୁକ୍ତ ଶାସ୍ତି ଦେଇ ପାରିଥାନ୍ତା, ମାତ୍ର ଏହି ଷଡ଼ଯଜ୍ଞରେ ପୂର୍ଣ୍ଣ ମନସ୍କାମ ହେବାପରେ ସେ ଆରମ୍ଭ କରିଦେଲା ସର୍ବ ଦୁର୍ଲଭ ଯଜ୍ଞ ମାହେଶ୍ୱର। ତେଣୁ ଦୁର୍ମତି ମଧୁ ଦୈତ୍ୟକୁ ସୁବିଧା ହେଲା କୁମ୍ଭାନସୀର ସତୀତ୍ୱକୁ ବଳତ୍କାରରେ ଅପହରଣ କରି ତାକୁ ଉପଭୋଗ କରିବାକୁ। ବିଭୀଷଣର କଥା ଶୁଣୁ ଶୁଣୁ ସେ କ୍ରୋଧରେ ଅନ୍ଧ ହୋଇଗଲା। କଣ ଏତେଦୂର ସ୍ପର୍ଦ୍ଧା ମଧୁଦାନବର ଯେ ସିଂହଘରେ ଶୃଗାଳ ପଶି ତାର କନ୍ୟାର ସତୀତ୍ୱକୁ ଅପହରଣ କରିବ! ସେହି ମୁହୂର୍ତ୍ତରେ ସେ ମଧୁଦାନବକୁ ଯାଇ ହତ୍ୟା କରି ପାରିଥାନ୍ତି। ମାତ୍ର ବିଭୀଷଣ କହିଲା, ଭାଇ! ସେଥିପାଇଁ। ଏକମାତ୍ର ଦାୟୀ କଣ ମଧୁଦୈତ୍ୟ? ଆମେ ନୋହୁ? ଭଗ୍ନୀ ଯେତେବେଳେ ଯୁବତୀ ବୟସରେ ପଦାର୍ପଣ କଲା ତାକୁ ଉପଯୁକ୍ତ ପାତ୍ର ହାତରେ ସମର୍ପଣ କରିବା କଣ ଭାଇର କର୍ତ୍ତବ୍ୟ ନୁହେଁ? ଆମେ ଆମ କର୍ତ୍ତବ୍ୟରେ ଅବହେଳା କରିବାରୁ ଏଭଳି ଅଘଟଣ ଘଟିଗଲା। ତଥାପି ରାବଣ କଣ କ୍ଷମାଦେବ ମଧୁଦୈତ୍ୟକୁ। ଯଦି କୁମ୍ଭନାସୀର ଇଚ୍ଛା ବିରୁଦ୍ଧରେ ମଧୁବଳ ପ୍ରୟୋଗ କରିଥିବ, ତେବେ ଉପଯୁକ୍ତ ଶାସ୍ତି ପାଇବ ସେ। ବୃଥାରେ ଆଉ ସମୟ ଅତିବାହିତ ନ କରି ସେ ଛୁଟି ଯାଇଥିଲା ମଧୁଦୈତ୍ୟପାଖକୁ। ମହାପ୍ରତାପୀ ସ୍ୱୟଂ ରାବଣ ତା ଦ୍ୱାରରେ ଉପସ୍ଥିତ ଏ ସମ୍ୱାଦ ପାଇବା ମାତ୍ରେ ସୁବର୍ଣ୍ଣ ପାତ୍ରରେ ଦୂର୍ବା ଅକ୍ଷତ ଧରି ସମ୍ମୁଖରେ ଉପସ୍ଥିତ ହୋଇଥିଲା ନିଜେ କୁମ୍ଭୀନସୀ। ରାବଣକୁ ଅନୁନୟନ କରି କହିଥିଲା, ଯାହା ତ ଘଟିବାର ଘଟି ଯାଇଛି, ସେଥିପାଇଁ ଯଦି କିଛି ଶାସ୍ତି ଦିଅନ୍ତ ତେବେ ସେ ଶାସ୍ତି ସେ ଭୋଗ କରିବାକୁ ପ୍ରସ୍ତୁତ। ତାର ସ୍ୱାମୀ ମଧୁ ଯେପରି କୋପାନଳରେ ସମିଧ ନ ହେଉ। ହେଲେ ଚିରଦିନ ସେ ଭୋଗ କରିବ ବୈଧବ୍ୟ ଯନ୍ତ୍ରଣା। ବୈଧବ୍ୟ ଯନ୍ତ୍ରଣା। କିଛି ପରିମାଣରେ ତାର ମନ ଦବିଗଲା। ନ ଜାଣିବା ପଣରେ ସେ ଏହି କେତେଦିନ ତଳେ ବଧ କରିଛି ନିଜର ଭଗ୍ନି ସୂପଣରେଖାର ସ୍ୱାମୀକୁ। ସେଥିପାଇଁ ସେ ମର୍ମାହତ-। କାମରୂପୀ ଭଗ୍ନି ସୂର୍ପଣାକୁ ସେ ସାନ୍ତ୍ୱନା ଦେଇ ଖରକୁ ତା ଅଙ୍ଗରକ୍ଷୀଭାବେ ଦଣ୍ଡକାରଣ୍ୟ ବାସ ବସବାସ କରିବାକୁ ପଠାଇଛି। ପୁଣି ଯଦି ଏଠାରେ ସେହିଭଳି ଭୁଲ୍ ସେ କରେ-? ନିଜର କ୍ରୋଧକୁ କିଛି ପରିମାଣରେ ଶାନ୍ତକରି ମଧୁକୁ ଡାକିଦେବାକୁ ସେ କହିଥିଲା। ଆଜି ସେହି ମଧୁ ତାର ନ ସୈନ୍ୟ ଧରି ତା ସହିତ ଆସିଛି ତାକୁ ସ୍ୱର୍ଗ ଜୟରେ ସାହାଯ୍ୟ କରିବା ପାଇଁ-। ଜଣାପଡ଼ିବ ଯୁଦ୍ଧରେ ମଧୁ ବଳବୀଯ।